ସେ କିନ୍ତୁ ହଜିଯାଇଛି, କଟାକ୍ଷ କରି ଅସହନୀୟ ଭଙ୍ଗୀରେ ପଡ଼ିଯାଇଛି। ସୁବ୍ରତ ଚାହିଁଲେ। ଫୁଲ ଫୁଟିଛି। ବଗିଚାଟି ଦେଖିଛି ଶୈଳକୁ। ଶ୍ରାବନ୍ତୀ ଘୂରିବୁଲିଛି, ଆଉ ସୁଚରିତା- ଏଇ ପୁଷ୍ପିତ ଉଦ୍ୟାନ ଭିତରେ-ସମସ୍ତେ ଘୂରି ଘୂରି ବୋଧହୁଏ କ୍ଳାନ୍ତ ହୋଇଗଲେ-ତେଣୁ ନୀରବ। ସୁଚରିତାର ଚିଠି- ପୂଜନୀୟ! ଆପଣ ବୋଧହୁଏ ଭାବଛନ୍ତି ମତେ ସଂପୂର୍ଣ୍ଣ ନିଜର କରିପାରିଲେ। ତାହା ନୁହେଁ। ଆପଣ ପରିହାସରେ କି ସତରେ ବେଳେବେଳେ କହନ୍ତି-'ସୁଚରିତା, ମୁଁ ବହୁ ବର୍ଷ ହେଲା ତୁମକୁ ଧ୍ୟାନ କରି ବସିଛି। ' ଏ ଧ୍ୟାନ ଅବଶ୍ୟ ଆପଣଙ୍କର ଭାଙ୍ଗିଛି। ମତେ ପାଇଛନ୍ତି। ସେଇଟା ଗୋଟାଏ ଦୁର୍ବଳ ଅକଳ ଅବସ୍ଥାରେ। ଆପଣ ମୋ ଭିତରର ଗୋଟାଏ ଗୋପନ ତନ୍ତ୍ରୀ ଦେଖିପାରିଥିଲେ, ଯେଉଁଟାକୁ ମୁଁ ଜାଣିନଥିଲି। ପକ୍କା ଖେଳୱାଡ଼ ପରି ସେଇଟାରେ ହଁ ଆପଣ ଆଘାତ କଲେ। ମୋ ମନ ଯେ ସର୍ବତୋଭାବେ ଜଣକର ହେବାକୁ ଖୋଜୁଥିଲା, ତାହା ମୁଁ ଅବଚେତନ ମନରେ ଅନୁଭବ କରୁଥିଲେ ବି ଚେତନା ସ୍ତରରେ ବୁଝିପାରୁନଥିଲି। ଆପଣ ଯେତବେଳେ ଏହିପରି ଗୋଟାଏ ପ୍ରସ୍ତାବ ଧରି ମୋ ପାଖରେ ଛିଡ଼ାହେଲେ, ମୋର ମନେହେଲା ଅନ୍ୟ ପୁରୁଷମାନଙ୍କଠାରୁ ଆପଣ ଭିନ୍ନ ଓ ଆପଣ ଆସିଛନ୍ତି ସର୍ବତୋଭାବେ ମତେ ଗ୍ରହଣ କରିବାକୁ ଓ ସର୍ବତୋଭାବେ ନିଜକୁ ମୋ ପାଖରେ ସମର୍ପଣ କରିବାକୁ। ପ୍ରକାଶ୍ୟରେ ଅବଶ୍ୟ ଏପରି କୌଣସି ଚୁକ୍ତି ଆମ ଦୁହିଁଙ୍କ ଭିତରେ ହୋଇନଥିଲା। କେବଳ ଏହି ବୁଝାମଣା ଭିତ୍ତିରେ ମୁଁ ସର୍ବସ୍ୱ ଆପଣଙ୍କୁ ସମର୍ପଣ କଲି ନିଜ ପାଖେ କିଛି ନରଖି। ଆପଣ ଯଦି ନିତାନ୍ତ ମତେ ଗୋଟାଏ ସାଧାରଣ ସ୍ତ୍ରୀଲୋକ ବୋଲି ଭାବୁଥାନ୍ତି, ତେବେ ଭୁଲ୍ କରିବେ। ଆପଣ ଜାଣନ୍ତି, ଆପଣ ମତେ ପାର୍ଥିବ କିଛି ଦେଇପାରିବେ ନାହିଁ। ଏପରିକି ସହସାଥିତ୍ଵ ପର୍ଯ୍ୟନ୍ତ ନୁହେଁ। ତେବେ କି ଲୋଭରେ କଳଙ୍କ ଅପବାଦ ସହି ନିଜ ଲୋକଙ୍କୁ ପରକରି ଆପଣଙ୍କ ପଛେ ପଛେ ଗୋଡ଼ାଇବି? ଅନ୍ୟମାନଙ୍କୁ ଆପଣଙ୍କର ଯାହା ଦେବାର ଅଛି, ଯଥା ଅର୍ଥ, ଆଶ୍ରୟ, ମନୋଯୋଗ ଇତ୍ୟାଦି- ସେଥିରୁ କୌଣସିଟା ମୁଁ ସ୍ପର୍ଶ କରିବିନାହିଁ; କିନ୍ତୁ ମୋତେ ଆପଣଙ୍କ ଯାହା ଦେଲବୋଲି ଆପଣ ଶପଥ କରି କହିଥିଲେ, ତାହାର ଅଣୁ ମାତ୍ର ଅନ୍ୟ କେହି ଯଦି ସ୍ପର୍ଶ କରେ, ତାହା ଆଉ ମୋର ସ୍ପର୍ଶଯୋଗ୍ୟ ହୋଇ ରହିବନାହିଁ। ମତେ ମୁଗ୍ଧ କରିଛି ଓ ମୋ ଭିତରର ନାରୀତ୍ୱ ଆପଣଙ୍କ ପାଦତଳେ ଢଳିପଡ଼ିଛି ଦୁଇଟି ଆକର୍ଷଣ ଯୋଗୁ-ପୌରୁଷ ଓ ପ୍ରତିଭା। ତେବେ ଏକଥା ସତ, ବିଶ୍ୱରେ ବହୁ ପ୍ରତିଭାର ଆକାଶଚୁମ୍ୱୀ ଜ୍ୟୋତି ରହିଛି, ସେହିପରି ପୌରୁଷର ସ୍ୱାକ୍ଷର ବି କମ୍ ଲୋକଙ୍କର ନାହିଁ। ତେବେ କଅଣ ଗୋଟାଏ ଆପଣଙ୍କର ଅଛି, ଯାହାର ସଂଜ୍ଞା ନାହିଁ କି ତାହା ବୁଝାଇ ହେବନାହିଁ- ଏହି ରହସ୍ୟ ଟିକିକର ଦାସୀ ମୁଁ ହୋଇଯାଇଛି-ଏଥିରୁ ଉଦ୍ଧାର ନାହିଁ। ଆଉ ଏ ଫୁଲ ବଗିଚା ଓ ଆପଣଙ୍କ ହାତର ଅଙ୍କନଶିଳ୍ପ-ଯୁଗେ ଯୁଗେ ରହିଥାଉ; କାରଣ ଏ ଦୁଇଟି ହେଉଛି ଆପଣଙ୍କର ଶକ୍ତିର ଉତ୍ସ ରହିଲି। ଏକାନ୍ତ ଭାବରେ ସୁଚରିତା ମହାକାଳର ଗର୍ଭ ଭିତରେ ଶୈଳ, ଶ୍ରାବନ୍ତୀ, ସୁଚରିତା ବିଲୀନ ହୋଇଗଲେ। ସବୁ ଶପଥ, ସବୁ ସଂକଳ୍ପ, ସବୁ ଉଚ୍ଛ୍ୱାସ ସେମାନଙ୍କର କୁଆଡ଼େ ଶୂନ୍ୟରେ ମିଶିଗଲା। କେବଳ ହୃଦୟର ସିଆର ସିଆର ଭିତରେ ରହିଗଲା ଏମାନଙ୍କର ସ୍ମୃତିର ଝଲକ। ସୁବ୍ରତ ଆଜି ଜରାଜୀର୍ଣ୍ଣ। ପ୍ରତିଭା ମନ୍ଦୀଭୂତ। ଶିଳ୍ପାଙ୍କନ ପାଇଁ ଆଙ୍ଗୁଠି ସିଧା ସଳଖ ରହୁନାଇଁ; ଅଥଚ ରକ୍ତ ଶୁଖି ଯାଇ ନାହିଁ। ସେଥିରେ ବହୁଛି ଏବେ ବି ସୃଷ୍ଟିର ଶତଦଳ।